ଭାଗ୍ୟର କି ବିଡ଼ମ୍ବନା ସତେ! ଆଉ ଯେ ପ୍ରିଜିନର ସାର୍ଟିଫିକେଟ? ସେ ଦୁଃଖ ତ ଆହୁରି ଦୁର୍ବିସହ। ତାଙ୍କରି ସାଙ୍ଗରେ କାରାବରଣ କରି ଆଜି ଯେଉଁମାନେ ନେତା, ଦେଶର କର୍ଣ୍ଣଧାର ସେମାନଙ୍କ ପାଖରେ ଆଜି ଗୋଡ଼ ଭାଙ୍ଗି ସାର୍ଟିଫିକେଟ ପାଇଁ ଅନୁନୟ ବିନୟ କରିବାକୁ ପଡ଼ୁଛି ହେଲେ ସେମାନେ ବି ଆଡ଼ଆଖିରେ ଚାହୁଁନାହାନ୍ତି-ନ ଚିହ୍ନିବାର ଛଳନା କରୁଛନ୍ତି। ସାର୍ଟିଫିକେଟ୍ ଦେବେ କ'ଣ? ଏ ପ୍ରକାର ଘଟଣା ସବୁ ଯେତେବେଳେ ଧନୁର୍ଦ୍ଧରବାବୁଙ୍କ କାନକୁ ଆସେ ସେ ଦୁଃଖ କରନ୍ତି। ସ୍ୱାଧୀନତା ସଂଗ୍ରାମରେ ସେମାନେ ଝାସ ଦେଇଥିଲେ ଦେଶର ମୁକ୍ତି ପାଇଁ, ଅର୍ଥ ଲାଭର ଆଶାରେ ନୁହେଁ। ବର୍ତ୍ତମାନ ସେମାନଙ୍କର ଅର୍ଥଲୋଭଜନିତ ଏ ପ୍ରକାର ଦୟନୀୟ ଅବସ୍ଥା ଦେଖି ମହାପାତ୍ରେ ଖାଲି ଦୁଃଖ କରନ୍ତି। ସେ କିନ୍ତୁ ତାଙ୍କ ନିଜ ମତରେ ଦୃଢ଼ ରହି ସ୍ୱାଧୀନତା ସଂଗ୍ରାମୀ ଭତ୍ତାକୁ ବର୍ଜନ କଲେ, ଆଉ ବର୍ତ୍ତମାନର ଯୁବସଂପ୍ରଦାୟଙ୍କ ଆଖିରେ ସେ ସଚ୍ଚା ଆଦର୍ଶସ୍ଥାନୀୟ ଗାନ୍ଧୀବାଦୀ ନିଃସ୍ୱାର୍ଥପର ସ୍ୱାଧୀନତା ସଂଗ୍ରାମୀ। ଏ ଭଳି ଏକ ନ୍ୟାୟନିଷ୍ଠ, ଦୃଢ଼ ମତବାଦୀ ମହାନ ବ୍ୟକ୍ତି ସେଦିନ କାହିଁକି ଯେ ତ୍ରିରଙ୍ଗ ପତାକା ଉତ୍ତୋଳନ କଲାପରେ ପାଗଳଙ୍କ ପରି ଧାଇଁବାକୁ ଲାଗିଲେ ତାହା ଏକ ରହସ୍ୟ ହୋଇ ରହିଗଲା ଜନତାଙ୍କ ଆଖିରେ। ଆହୁରି ଏକ ଘଟଣା ମନେପଡ଼େ ଧନୁର୍ଦ୍ଧର ମହାପାତ୍ରଙ୍କୁ ନେଇ। ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବାପୂର୍ବରୁ ସେ ଜନଗଣନା ନିର୍ଦ୍ଦେଶକଙ୍କ ପାଖକୁ ଲେଖିଥିଲେ ଏଇ ମର୍ମରେ ଯେ, ଜନଗଣନା ରିପୋର୍ଟରେ ଯେମିତି ଦେଶର ଲୋକସଂଖ୍ୟା ଓ ତତ୍ସଙ୍ଗେ ସଙ୍ଗେ ନାରୀ ପୁରୁଷ, ସ୍ଵାକ୍ଷର, ନିରକ୍ଷର, ପଙ୍ଗୁ ଅଥର୍ବ ଆଦିଙ୍କ ସଂଖ୍ୟା ପ୍ରକାଶ କରାଯାଏ ଠିକ୍ ସେଇପରି ରିପୋର୍ଟରେ ଦେଶର ସଚ୍ଚା। ସ୍ୱାଧୀନତା ସଂଗ୍ରାମୀଙ୍କ ସଂଖ୍ୟା ଏବଂ ତାଙ୍କ ନାମ ଏକ ସ୍ୱତନ୍ତ୍ର ଚାପ୍ଟରରେ ପ୍ରକାଶ ପାଉ। ଦେଶର ପ୍ରକୃତ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଦେଶ ଜାଣୁ, ଚିହ୍ନୁ। ଆଶା କରିଥିଲେ ଯେ, ତାଙ୍କପରି ଜଣେ ସଚ୍ଚୋଟ ଗାନ୍ଧୀବାଦୀଙ୍କ ପରାମର୍ଶକୁ ଜନଗଣନା ନିର୍ଦ୍ଦେଶକ ନିଶ୍ଚୟ ସମ୍ମାନ ଦେଖାଇବେ; କିନ୍ତୁ ନା, ତାହା ନିଷ୍ଫଳ ହେଲା। ଜନଗଣନା ରିପୋର୍ଟ ବାହାରିବା ପରେ ସେ ତନ୍ନ ତନ୍ନ କରି ରିପୋର୍ଟର ପ୍ରତ୍ୟେକ ପୃଷ୍ଠାରେ ଆଖି ବୁଲେଇ ନେଲେ; କିନ୍ତୁ ତାଙ୍କ ପରାମର୍ଶ କାର୍ଯ୍ୟକାରୀ ହୋଇ ନ ଥିଲା। ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପେନ୍ସନ ଦେଇ ସେମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି, ସେମାନଙ୍କ କଥାର କୌଣସି ମୂଲ୍ୟ ନାହିଁ ସରକାରଙ୍କ ପାଖରେ। ବିପ୍ଳବୀ ଧନୁର୍ଦ୍ଧରଙ୍କ ଅବଚେତନ ମନ ସେତେବେଳେ ବିଦ୍ରୋହ କରି ଉଠିଥିଲା। ସେ ଜଣେ ମନ୍ତ୍ରୀ କି ଏମ୍. ଏଲ. ଏ ହୋଇଥିଲେ ଜନଗଣନା ନିର୍ଦ୍ଦେଶକ କ'ଣ ତାଙ୍କ କଥାକୁ ଏପରି ବେଖାତିର କରି ପାରିଥାନ୍ତେ? ତାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ପାରିଥାନ୍ତେ? ସେଦିନ ସେ ବୁଝିଲେ ମନ୍ତ୍ରୀ, ସେଠାରେ ଏମ: ଏଲ: ଏ: ବା ଦଳୀୟ ଉଚ୍ଚପଦ ଧାରଣ ବିନା ସ୍ୱାଧୀନତା ସଂଗ୍ରାମୀର କୌଣସି ମୂଲ୍ୟ ନାହିଁ ଏହି ସ୍ଵାଧୀନ ଭାରତରେ। ଆଖିରୁ ଲୁହ ପୋଛିଲେ। ସ୍ଵାଧୀନ ଭାରତରେ ସଚ୍ଚା ସ୍ଵାଧୀନତା ସଂଗ୍ରାମୀ ଆଜି ଅସହାୟ, କିଂକର୍ତ୍ତବ୍ୟବିମୂଢ଼। ଦେଶରେ ଯେତେ ଅରାଜକତା, ଅନ୍ୟାୟ, ଅତ୍ୟାଚାର, ଶୋଷଣ, ହିଂସା, କଳାବଜାରୀ, ମୁନାଫାଖୋରୀ ଚାଲିଲେ ବି ସ୍ଵାଧୀନତା ସଂଗ୍ରାମୀମାନେ ପାଟି ଫିଟାଇ ପାରିବେନି; କାରଣ ସେମାନଙ୍କ ମୁହଁରେ ଭତ୍ତାରୂପକ ତୁଣ୍ଡି। ସେଇଦିନଠାରୁ ଅସହଯୋଗ ଆନ୍ଦୋଳନର ଲଢ଼ୁଆ ସୈନିକ ଧନୁର୍ଦ୍ଧର ମହାପାତ୍ର ହେଲେ ସରକାର ବିରୋଧୀ ଆଉ ତା' ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବି ବିରୋଧୀ। ଥରେ ସେ ତାଙ୍କର କାରାଗାର ବନ୍ଧୁ ଓ